ଅଥବା ମୁଁ ଯେ ତାକୁ ଅନନ୍ତ ଦାସଙ୍କର ସମ୍ପତ୍ତି ବଣ୍ଟନ ସମୟରେ ସମ୍ବାଦ ଦେଇ ତାଙ୍କୁ ପ୍ରଭାବିତ କରିବାକୁ ଡାକି ଆଣିଛି ଏହା ମଧ୍ୟ ଯେମିତି ସେ ଜାଣିବାକୁ ନ ପାଆନ୍ତି। ' 'ମୁଁ ଆପଣଙ୍କ କଥା ପରିଷ୍କାର ଭାବରେ ବୁଝିପାରିଲି ନାହିଁ। ' 'ମୋର ଯେତେ ଦୂର ଧାରଣା, ତା'ର ସ୍ୱାମୀ ଯଥେଷ୍ଟ ସମ୍ଭ୍ରାନ୍ତ ଆଉ ଭଦ୍ର। ଅର୍ଥର ଅଭାବ ମଧ୍ୟ ନାହିଁ। ସେ ମଧ୍ୟ ଚାହାନ୍ତି ନାହିଁ ଯେ ସେଇ କେତେକ ଜମି ପାଇଁ ତାଙ୍କର ସ୍ତ୍ରୀ ଭିକ୍ଷୁକ ସାଜୁ। ' 'ଅର୍ଥାତ? ' 'ମୋଟ ଉପରେ ସେ ସ୍ତ୍ରୀ ପାଖରେ କିଣିହେବାକୁ ଚାହାନ୍ତି ନାହିଁ। ମାନେ, ତା'ର ବାପଘରର ସମ୍ପତ୍ତି ନେଇ ସେ ଯେ ତାଙ୍କୁ ଧନାତ୍ୟ କରିଛି ଏହା ଯେମିତି ସେ ଶୁଣିବାକୁ ନ ପାଆନ୍ତି-। ' 'ବୁଝିଲି। ' 'ସେଇଥିପାଇଁ ସ୍ନେହର ଏଭଳି ପଦକ୍ଷେପରେ ସେ ଯେ ନିଶ୍ଚିତ ଭାବରେ ବିରକ୍ତ ହେବେ ଏଥିରେ ସନ୍ଦେହ ନ ଥିଲା। ମୋର ମନେହୁଏ, ତାଙ୍କୁ ଏଇଥିପାଇଁ ସ୍ନେହ ଅତିରିକ୍ତ ଭୟ କରୁଥିଲା। ଆଉ ତାଙ୍କ କାନରେ ଏକଥା ଯେମିତି ନ ପହଞ୍ଚେ ସେଥିପାଇଁ ଅନୁରୋଧ କରିଥିଲା। ' 'ଜୟନ୍ତୀ ଏ ବିଷୟରେ ଆଜି ଆପଣଙ୍କୁ ଆଉ କିଛି କହି ନ ଥିଲା? ' 'ନା। ' 'ସେ କାହା ସାଥିରେ ଏଠାକୁ ଆସିଥିଲା ତା ମଧ୍ୟ ଆପଣ ଜାଣନ୍ତି ନାହିଁ? ' 'ନା। ' 'କିନ୍ତୁ ସେ ଗଲା କୋଉଠିକି? ' 'ସେ କଥା ବି ମୁଁ ଜାଣେ ନାହିଁ। ମୋର ଯେତେ ଦୂର ବିଶ୍ୱାସ, ସେ ନିଶ୍ଚୟ ପ୍ରମୋଦ ସହିତ ସାକ୍ଷାତ କରିବାପାଇଁ ଯାଇଥାଇପାରେ, ଅଥବା ବନମାଳୀ ସହିତ। ' ଶତ୍ରୁଜିତ ଛିଡ଼ା ହେଲେ। ତନ୍ମୟ ମଧ୍ୟ ତାଙ୍କର ନୋଟ ସମାପ୍ତ କରି ଉଠୁଥିଲେ। ଅମ୍ବରୀଶବାବୁ କିନ୍ତୁ ସେଇଭଳି ଭାବରେ ବସି ରହି କହିଲେ, 'ସ୍ନେହ ଆପଣଙ୍କୁ ଜୟନ୍ତୀ ବିରୁଦ୍ଧରେ କିଛି କହି ନ ଥିଲା? ' 'ଅନେକ କିଛି। କିନ୍ତୁ ଅନନ୍ତ ଦାସଙ୍କର ମୃତ୍ୟୁକୁ ସେ ହତ୍ୟାକାଣ୍ଡ ବୋଲି ସ୍ୱୀକାର କରି ନ ଥିଲା। ଜୟନ୍ତୀ ଯେ ନିଜ ମୁଖରେ ତାଙ୍କୁ ହତ୍ୟା କରିଛି ବୋଲି କହିଥିଲା, ତାହା ଉଦ୍ଦେଶ୍ୟ ମୂଳକ ବୋଲି ସ୍ନେହ ମୋତେ ଗ୍ରହଣ କରିବାକୁ ଅନୁରୋଧ କରିଥିଲା। ' କାନ୍ଥ ଘଣ୍ଟା ରାତ୍ର ଦୁଇଟାର ସୂଚନା ଦେବା ମାତ୍ରେ ଅମ୍ବରୀଶବାବୁ ଚିନ୍ତାନ୍ୱିତଭାବରେ କହିଲେ, ଜୟନ୍ତୀ ଯେ ନିର୍ଦ୍ଦୋଷ, ଏଥର ମୋର ହୃଦ୍ବୋଧ ହେଲା, ମି: ଶତ୍ରୁଜିତ! ଆପଣ ବିଚାରୀକୁ ସାହାଯ୍ୟ କରନ୍ତୁ। ଜୀବନରେ ଅର୍ଥଲୋଭରେ ମୁଁ ତ କାହାରି ଗୋଟାଏ ଉପକାର କରିପାରିଲି ନାହିଁ। ଜୟନ୍ତୀ ପାଇଁ ଆପଣ ଯେତେବେଳେ ଯେତେ ପରିମାଣରେ ଅର୍ଥ ଚାହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି। ମୋର ବିଶ୍ୱାସ, ଆପଣହିଁ ସ୍ନେହ ନିକଟରୁ ଅନନ୍ତ ଦାସଙ୍କ ମୃତ୍ୟୁ ରହସ୍ୟ ବିଷୟରେ ନିଶ୍ଚୟ କିଛି ସୂତ୍ର ପାଇବେ। ' ଶୁଭରାତ୍ରି ଜଣାଇ ବାହାରକୁ ଆସୁ ଆସୁ ଶତ୍ରୁଜିତ କହିଲେ, 'ଆମେମାନେ ପୁଣି ଆପଣଙ୍କ ସାହାଯ୍ୟ ଲୋଡ଼ିବାକୁ କାଲି ଆସିବୁଁ ଅମ୍ବରୀଶବାବୁ, ଜୟନ୍ତୀକୁ ପୋଲିସ ଗିରଫ କରିବା ପୂର୍ବରୁ ମୁଁ ତାକୁ ସାକ୍ଷାତ୍ କରିବାକୁ ଚାହେଁ। ' ଚିନ୍ତାନ୍ୱିତ ଭାବରେ ଅମ୍ବରୀଶବାବୁଙ୍କ ଗେଟ୍ଅତିକ୍ରମ କରୁକରୁ ତନ୍ମୟ କହିଲେ, 'ଆଜି ଏଇ ରାତି ଭିତରେ ମିସେସ୍ ପାତ୍ରଙ୍କୁ ସାକ୍ଷାତ କରିବାଟା କ'ଣ ଅନୁଚିତ ହେବ, ଆଜ୍ଞା? ' 'ନା। କିନ୍ତୁ ତା' ପୂର୍ବରୁ ଆମକୁ ଜୟନ୍ତୀକୁ ସାକ୍ଷାତ କରିବାକୁ ପଡ଼ିବ। ' ଏତକ କହିବା